ଚୋର ବି ମଣିଷ ତାର ବି ପିଲା ଥିବ, ପିଲା ନଥିଲେ ସେ ବି କାହାର ପିଲା ହୋଇ ଜନ୍ମିଥିବ। ଏତେ ବାଳୁତ ପିଲାଠାରୁ କିଏ ଚୋରି କରିବ ମ! ତାଛଡ଼ା ବାପାଙ୍କ କୋଡ଼ରୁ ତ ସେ ତଳକୁ ଓହ୍ଳାଉ ନାହିଁ। ତୁମେ ସେ ବିଷୟରେ ବୃଥା ଚିନ୍ତା କରୁଚ। ବୃଥା ଚିନ୍ତା କରି ନ ଥିଲେ ବଳଭଦ୍ର। ସେ ଖାଇ ପିଇ କାର୍ଯ୍ୟକ୍ଷେତ୍ରକୁ ଚାଲିଗଲେ। ପିତା ଲିଙ୍ଗରାଜଙ୍କୁ ଜ୍ୱର ଆସିଲା। ପିଲାଟିକୁ ନିଜ ପାଖରେ ନ ରଖି ଉପରେ ଭାଇ ଦୁଇଟିଙ୍କ ସହ ଖେଳିବାକୁ ସୂଚନା ଦେଲେ। ପିଲା ଦୁଇଟି ସାନ ଭଉଣୀଟିକୁ ନେଇ ଦାଣ୍ତକୁ ଚାଲିଗଲେ। ବୋଉ କୂଅ ମୂଳେ ଲୁଗା କାଚି ଲାଗିଲେ। ପୁଅ ଦୁଇଟି ଘରକୁ ଫେରି ଖେଳିଲେ। ବୁଢ଼ା ବାପା ଡାକ ଛାଡ଼ିଲେ, କିରେ ଝିଅ ଅଛି ଟି? ଭୋ କରି ଦୁଇ ଭାଇ କାନ୍ଦି ପକାଇଲେ। ମା ଦଉଡ଼ି ଆସିଲେ। କଥାଟା କ'ଣ ବୁଝିଗଲେ। ସେ ଭୋ ଭୋ କରି କାନ୍ଦି ଉଠିଲେ। ସାଇଟାର ଲୋକେ ଜମା ହୋଇଗଲେ। ପାଟି ତୁଣ୍ତ ବଢ଼ି ଚାଲିଲା। କାର୍ଯ୍ୟକ୍ଷେତ୍ରରୁ ବାପା ଫେରିଲେ। ଖୋଜାଖୋଜି ହେଲା। ସନ୍ଦେହରେ ଗଣେଶ ମନ୍ଦିର ଭିତର କୂଅ ଖୋଜାଗଲା ହେଲା। ଝିଅ ମିଳିଲା। କିନ୍ତୁ ଦିହରେ ନଥିଲା ଅଳଙ୍କାର ଆଉ ବହୁ ମୂଲ୍ୟ ଜୀବନଟା। ବଡ଼ ଝିଅଟିଏ, କହିଲା ଗପ କହିବ, ଖେଳେଇବ କହି କେଡ଼େ ସରାଗରେ ନେଇଗଲା ଝିଅଟିକୁ, କାଖେଇ କରି। ଅଥଚ ହସ ଭିତରେ ବିଷ। ଧନ ମୋହର ମନର ବଳି, ମାନବତ୍ୱ ଦାନବତ୍ୱ ଆଗରେ ହାର ମାନିଲା। ଅବୋଧ ଶିଶୁ। ହୁଏତ କାନ୍ଦିବ, ବୋବେଇବ। ତଣ୍ଟି ଚିପି ଦେଲେ, ପବନ ବନ୍ଦ ହୋଇଯିବ। ସବୁ ସରିଯିବ, ସୁନାର ପ୍ରତି ବଦଳରେ କେତେଟା ଦିନ ତ ଚଳିଯିବ। ଅଭାବ ସ୍ୱଭାବ ନଷ୍ଟ କଲା। ଖଟି ଖାଇବାକୁ ଏ ଗଳିରେ କାମ ବି ମିଳୁନି। ମିଳିଲେ ବି ଏ ଦୁର୍ମୂଲ୍ୟ ଦୁନିଆର ଲକ୍ଷେ ଅର୍ଜିଲେ ପକ୍ଷେ ଅଣ୍ଟୁନି। ଏଇ ଭାବନା, ହୁଏତ ତା ବିବେକର ବେକ ମୋଡ଼ି ଦେଇଥିବା। ଝିଅଟିକୁ ନେଲା ବେଳେ, ଏଇ ସରଗ ଶିଶୁଟି ଗୋଟିଏ ଅମର ଚାନ୍ଦ ହୋଇ ତାରି ବୁଢ଼ା ବାପ କୋଳ ଛାଡ଼ୁ ନ ଥିଲା, ଯିମିତି ଚାନ୍ଦ ଛାଡ଼ୁ ନଥିଲା ସରଗପୁରକୁ। କାହୁଁ ଆସିଲା ରାହୁ, ଚାନ୍ଦକୁ ଗିଳି ପକାଇଲା।। ଚାନ୍ଦଟି ଲୀନ ହେଲା ରାହୁର କରାଳ କବଳରେ। ଘରର ଶିଶୁ ଦୁଇଟି ବଲବଲ ହୋଇ ଚାହିଁଛନ୍ତି। ବୃଦ୍ଧଙ୍କ ଆଖିରୁ ଲୁହ ନଈ ଶୁଖି ଗଲାଣି। ବାପ ନିଜ ମୁଣ୍ତରେ ବାଳ ମୁଠା ମୁଠା କେରା କେରା କରି ଭିଡ଼ି ଲାଗିଛନ୍ତି। ମାଆ ମୁର୍ହୁମୁର୍ହୁଃ ଚେତନା ହରାଇ ବସୁଛନ୍ତି। ଝିଅ ଆସିବନି, ଆଉ ଆସିବନି ଏ ପୁରକୁ। ବୁଢ଼ାଙ୍କ କୋଡ଼ରେ ବସିବନି। ବୋଉ ମୁହଁକୁ ଚାହିଁ କିଲିକିଲି ହୋଇ ହସିବନି। ବାପାଙ୍କୁ ଦେଖି ମା କୋଡ଼ରୁ ଡ଼େଇଁ ପଡ଼ିବନି। ସବୁ ଶୁନ୍ଶାନ୍ ହୋଇଯିବ ଏଣିକି। ବାପ, ମା, ବୁଢ଼ା ବାପା, ସଭିଏଁ ଦୁଃଖ କାତର, କ୍ରୋଧାନ୍ୱିତ। ଇଚ୍ଛା, ଅଜଣା ରାକ୍ଷସକୁ ହତ୍ୟା କରନ୍ତେ। ମାତ୍ର ପାରିବେ କି ସେମାନେ ଶକ୍ତି କାହିଁ ସେମାନଙ୍କର? ମା, ନିଜକୁ ଦୋଷୀ ମନେକରି ବାହୁନି ବାହୁନି କାନ୍ଦିବେ। ହୁଏତ ଜୀବନ ସାରା କାନ୍ଦିବେ। ଅନ୍ୟ କିଏ କିମିତି ଭୁଲି ଯାଇପାରନ୍ତି, ମାତ୍ର ଭୁଲି ପାରିବେନି ସ୍ନେହମୟୀ ଜନନୀ। ତାଙ୍କ ହୃଦୟର ଘା' ଶୁଖାଇବ କିଏ ସେ? ଅସମ୍ଭବ!! ଅମୃତ କନ୍ୟାର କାହାଣୀ ଦିନୁଟା ଗୁଳୁଗୁଳି ହେତୁ ଜୀବ-ଜଗତ ହନ୍ତସନ୍ତ। ପତ୍ରଟିଏ ହଲୁନି। କାହାରି ମୁଖରେ ହସ ନାହିଁ। ସର୍ବତ୍ର ବିଷାଦର ରେଖା। ଗଛର ଗହଳ ପତ୍ର ସନ୍ଧିରେ ବସି କେତେବେଳେ କିମିତି ପକ୍ଷୀଟିଏ କରୁଣ ଚିତ୍କାର କରୁଚି। 'ରାମ ନାମ ସତ୍ୟ ହେ' କହି କେତୋଟି ଯୁବକ ବୋହି ନେଉଚନ୍ତି ଶୁଭ୍ର ବସ୍ତ୍ରାଚ୍ଛାଦିତ ଶବଟିକୁ। ଏହି ଶବଟି ସହର ତଳିର ଥିବା ନାମଯାଦା ମୋତିବାଈର ଏକମାତ୍ର କନ୍ୟା ମାଧବୀର। ମାଧବୀ ବହୁ ପାଠ ପଢ଼ିଥିଲା। ବଡ଼ ଚାକିରୀ ବି କରିଥିଲା। ନିଜର ଦୁଃଖିନୀ ମା'ଟିର ଶତ ଅନୁରୋଧ ସତ୍ତ୍ୱେ ସେ କେବେହେଲେ ନିଜକୁ ମା'ଠାରୁ ବିଚ୍ଛିନ୍ନ କରିପାରି ନଥିଲା। କରନ୍ତା କିପରି? ସେ ତା'ର ମା'ର ଇତିବୃତ୍ତି ଜାଣେ। ସେ ପିଲାଟିଦିନୁ ଜଣେ ଧନୀକଙ୍କ ଦ୍ୱାରା ପ୍ରତାରିତ ହୋଇ ସହରକୁ ଆସିଥିଲା।